ଏପରି ଅନ୍ଧାରିଆ ଘରେ ରହିଛ କିପରି? ନିଗ୍ରୋ, ଝରକା ଥିଲେ ସେ ବାଟରେ ଟାଣୁଆ ଖରା ଘର ଭିତରେ ପଡ଼ନ୍ତା। ଘର ଭିତରଟା ତାତି ଯାଆନ୍ତା। ଝରକା ନାହିଁ ବୋଲି ଏଡ଼େ ଥଣ୍ଡା ରହିଛି। କାହ୍ନୁ ଜହ୍ନମାମୁଁ ଦେଖିଲେ ଘର କାନ୍ଥରେ ଅନେକ ଗୁଡ଼ିଏ ଏଁ ଡାଲା, ପାଛିଆ ଝୁଲୁଛି। ଚଟାଣରେ ଗହମ, ମକା ପେଷିବା ପାଇଁ ପଥରର ଚକି ପଡ଼ିଛି। ଆଉ ଦେଖିଲେ, ଘର ଭିତରେ କେତେଗୁଡ଼ିଏ କାଠର ଥାଳିଆ, ଚାମୁଚ, ମାଟିହାଣ୍ଡି ଓ ଘର ଓଳାଇବା ପାଇଁ ମୁଠାଏ ଛାଞ୍ଚୁଣୀ ରହିଛି।କାହ୍ନୁ ଛୁଆଟି ପାଖକୁ ଯାଇ ଦେଖିଲା, ତା' ଦେହର ବର୍ଣ୍ଣ ହାଣ୍ଡିକଳା ପରି, ଓଠ ଦୁଇଟି ମୋଟା, ନାକ ଚେପ୍ଟା, ଦାନ୍ତଗୁଡ଼ିକ ମଲ୍ଲୀଫୁଲ ମଲ୍ଲୀଫୁଲ ପରି ଧଳା। ମୁଣ୍ଡରେ କୁଞ୍ଚୁକୁଞ୍ଚିଆ ବୋଝେ ବାଳ, ଆଖି ଦୁଇଟି ଜୁଳୁ ଜୁଳୁ ଦିଶୁଥାଏ। କାହ୍ନୁ ପଚାରିଲା, ଘରର ଆଉ ପିଲାମାନେ କାହାଁନ୍ତି? ନିଗ୍ରୋ ମା' କହିଲା, ମୋର ଏଇ ଗୋଟିକ କଳାମାଣିକ। ମୋ ଭଉଣୀ ଘରକୁ ଚାଲ। ତା'ର ଦୁଇଟି ଝିଅ ଦୁଇଟି ପୁଅ ଅଛନ୍ତି, ଦେଖିବ।ନିଗ୍ରୋ ମା' ତା' ଛୁଆଟିକୁ ଖଣ୍ଡେ ଲୁଗାରେ ପିଠିରେ ବାନ୍ଧିଦେଲା। କାହ୍ନୁ କହିଲା, ପିଲାଟିକୁ ଘରେ ରଖାଯାଉ ନାହଁ? ନିଗ୍ରୋ ମା' କହିଲା, ନା ତାହା କିମିତି ହେବ? ମୁଁ ଯେଉଁଆଡ଼େ ଯାଏ, ପିଲାଟିକୁ ସାଙ୍ଗରେ ନେଇଯାଏ।କାହ୍ନୁ ଓ ଜହ୍ନମାମୁଁ ନିଗ୍ରୋ ମା' ସାଙ୍ଗରେ ତା' ଭଉଣୀ ଘରକୁ ଗଲେ। ସେମାନେ ଦେଖିଲେ, ଦୁଇଜଣ ସ୍ତ୍ରୀଲୋକ ଉଦୁଖଳରେ ଧାନ କୁଟୁଛନ୍ତି। ତାଙ୍କ ପିଠିରେ ଗୋଟିଏ ଗୋଟିଏ ସାନପିଲା ବନ୍ଧା ହୋଇଛନ୍ତି। ସ୍ତ୍ରୀଲୋକ ଦୁଇଜଣ ହାତରେ ଦୁଇଟି କାଠର ଦଣ୍ଡା ଧରିଥାନ୍ତି। ଉଦୁଖଳରେ ଦୁମ୍ କରି ପାହାର ପକାଇଲା ବେଳକୁ ପିଠିଆଡ଼େ ପିଲା ଦୁଇଟି ଚେଇଁ ଉଠୁଥାନ୍ତି। ମା' ଥକି ପଡ଼ିଲେ ପିଲାଟିକୁ ପିଠିରୁ କାଢ଼ି ଗୋଟିଏ ପତ୍ରଗଦା କରି ତା'ଉପରେ ଶୁଆଇ ଦିଏ।ନିଗ୍ରୋମାନେ ପାଟିତୁଣ୍ଡକୁ ଭଲ ପାଆନ୍ତି। ପିଲା କାନ୍ଦିଲେ କେହି ତା' ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ। ନିଗ୍ରୋ ମା'ର ଭଉଣୀ, କାହ୍ନୁ ଓ ଜହ୍ନମାମୁଁଙ୍କୁ ଘର ଭିତରକୁ ଡାକିଲା। ଜହ୍ନମାମୁଁ ଅନ୍ଧାର ଘର ଭିତରକୁ ଯିବାପାଇଁ ଅମଙ୍ଗ ହେଲେ। କାହ୍ନୁ କହିଲା, ନିଗ୍ରୋ ମା' ଡାକୁଛି। ଆସ, ନ ଗଲେ ସେ ମନ ଊଣା କରିବ।ଘର ଭିତରକୁ ଯାଇ କାହ୍ନୁ ଓ ଜହ୍ନମାମୁଁ ଦେଖିଲେ, ଜଣେ ବାଳିକା ଛାଞ୍ଚୁଣୀରେ ଘର ଓଳାଉଛି। ତା' ଭଉଣୀ କାଠ ଓ ପାଣି ଆଣିବାକୁ ଯାଇଛି। କାହ୍ନୁ ଓ ଜହ୍ନମାମୁଁ ଦେଖିଲେ ଏ ଲୋକମାନେ ବେଶି ଲୁଗାପଟା ପିନ୍ଧି ନାହାଁନ୍ତି। ପିଲାମାନଙ୍କ ଦେହରେ ଆଦୌ ଲୁଗାପଟା ନ ଥାଏ। ଏ ଦେଶରେ ଏତେ ଗରମ ହୁଏ ଯେ, ବେଶୀ ଲୁଗାପଟା ପିନ୍ଧିବାକୁ ଭଲ ଲାଗେ ନାହିଁ। ତେବେ ବଡ଼ ହେଲେ ଲଜ୍ଜା ନିବାରଣ ପାଇଁ ଯେତିକି ଲୁଗା ଦରକାର ଏମାନେ ସେତିକି ମାତ୍ର ଲୁଗା ପିନ୍ଧନ୍ତି।ପୁରୁଷ ଲୋକମାନେ ଅଣ୍ଟାରେ ଖଣ୍ଡେ ଡୋରି ବାନ୍ଧିଦେଇ ତା' ଦେହରୁ କୌପୀନ ପରି ଖଣ୍ଡେ କନା ସାମନାରେ ଝୁଲାଇ ଦିଅନ୍ତି। ଏଥିରେ ନାନାରଙ୍ଗର ମାଳିସବୁ ଖଞ୍ଜା ହୋଇଥାଏ। ସ୍ତ୍ରୀଲୋକମାନେ ଖଣ୍ଡେ ଲୁଗା ଛାତିଠାରୁ ଆଣ୍ଠୁ ପର୍ଯ୍ୟନ୍ତ ବେଢ଼ିଦେଇ ଥାଆନ୍ତି। ସ୍ତ୍ରୀଲୋକ ଓ ବାଳିକାମାନେ ମାଳି ଗୁନ୍ଥି ବେକରେ ଓ ହାତରେ ପିନ୍ଧନ୍ତି। ବାଳିକାମାନେ ହାତରେ ବଳା ପିନ୍ଧନ୍ତି। ଗୋଟାଏ ପ୍ରକାର ଲମ୍ବା ଘାସକୁ ଗୁଡ଼େଇ ଗୁଡ଼େଇ ସେମାନେ ନିଜ ହାତରେ ଏ ପ୍ରକାର ବଳା ତିଆରି କରନ୍ତି।ଏତେବେଳକୁ ଜହ୍ନମାମୁଁ ଭୋକରେ ଛଟପଟ ହେଲେଣି। ସେ କାହାକୁ ପଚାରିଲେ, ଆମେ ଖାଇବା କଅଣ? ଏହା ଶୁଣି ନିଗ୍ରୋ ସ୍ତ୍ରୀଲୋକଟି ଗୋଟାଏ ଫେଣା ପାଚିଲା କଦଳୀ ଆଣି ଦେଲା। ଏଗୁଡ଼ିକ ବଡ଼ ବଡ଼ ପୋଖତ କଦଳୀ। କାହ୍ନୁ ଦୁଇଟା ଖାଇଲା; ଜହ୍ନମାମୁଁ ବାକିତକ ଖାଇଲେ। ତେବେ ବି ତାଙ୍କ ଭୋକ ମଲା ନାହିଁ। ସେ ଆହୁରି ଫେଣାଏ କଦଳୀ ମାଗି ଖାଇଲେ। ଏତକ ଖାଇବା ପରେ ଜହ୍ନମାମୁଁଙ୍କ ପେଟ ଥଣ୍ଡା ପଡ଼ିଲା।କାହ୍ନୁ କହିଲା, ମାମୁଁ! ଆସ ବାହାରକୁ ଯିବା। ପିଲାମାନେ କ'ଣ କରୁଛନ୍ତି ଦେଖିବା। କାହ୍ନୁ ଓ ଜହ୍ନମାମୁଁ ଘରୁ ବାହାରକୁ ଆସିଲେ। ବାହାରେ ଭାରି ଗରମ ହେଉଥାଏ। ଜହ୍ନମାମୁଁ କହିଲେ, ମୋ ଦେହ ପୋଡ଼ି ଜଳି ଯାଉଛି। ଜଣେ ନିଗ୍ରୋ ବାଳକ କହିଲା, ତେବେ ଆସ, ଗାଧୋଇପଡ଼। କାହ୍ନୁ ଓ ଜହ୍ନମାମୁଁ ନଈକୁ ଗାଧୋଇବାକୁ ଗଲେ। ବାଳକଟି ବାଟ କଢ଼ାଇ ଦୁହିଁଙ୍କୁ ନଈକୂଳକୁ ନେଇଗଲା। ନଈପାଣି ବେଶ୍ ଥଣ୍ଡା ହୋଇଥାଏ। କାହ୍ନୁ ଓ ଜହ୍ନମାମୁଁ ମନଇଚ୍ଛା ଗାଧୋଇଲେ।